ଯେଉଁ ତପସ୍ୟାର ପ୍ରଭାବରେ ବେଦବ୍ରହ୍ମା ଅନିଚ୍ଛାସତ୍ତ୍ୱେ ମଧ୍ୟ ଉପସ୍ଥିତ ହେଲେ କନ୍ୟାଙ୍କ ସମୀପରେ। ତପସ୍ୟା-ସନ୍ତୁଷ୍ଟ-ବ୍ରହ୍ମା ପୁନର୍ବାର ବର ଦେବାକୁ ଅଙ୍ଗିକାର କଲେ। ମୃତ୍ୟୁଦେବୀ ଏଥର ମଧ୍ୟ ସେହି ପୂର୍ବ ବର ପ୍ରାର୍ଥନା କଲେ। ପ୍ରାର୍ଥନା ସମୟରେ ଦେବୀଙ୍କ ଓଷ୍ଠ ଯୁଗ୍ମ ଅନାହୁତ ଶଙ୍କା ନିମିତ୍ତ କମ୍ପି ଉଠିଲା। ପିଙ୍ଗଳ ନେତ୍ର-ଯୁଗ୍ମରୁ ଅବାରିତ ଅଶ୍ରୁଧାର ଗଣ୍ଡ ଦେଇ ଝରିବାକୁ ଲାଗିଲା। ବ୍ୟସ୍ତ ହୋଇ ପଡ଼ିଲେ ସ୍ୱୟଂ ପ୍ରଜାପତି ବ୍ରହ୍ମା। ସେ ନିଜ ଅଞ୍ଜଳିବଦ୍ଧ କରି ସେହି ପ୍ରସାରିତ ଅଞ୍ଜଳରେ ଅଶ୍ରୁବିନ୍ଦୁଗୁଡ଼ିକୁ ଧରି ରଖିଲେ। ସେ ତାଙ୍କ କନ୍ୟାଙ୍କୁ ସମ୍ୱୋଧନ କରି କହିଲେ, ମା! ଏ କଣ କରୁଛୁ ତୁ? ତୁ ତ ସାଧାରଣ ବ୍ୟକ୍ତି ନୋହୁଁ ଯେ ସାଧାରଣଙ୍କ ଭଳି କ୍ରନ୍ଦନ କରି ପାରିବୁ। ତୋର ଏହି ଚକ୍ଷୁର ପବିତ୍ର ଜଳ ସୃଷ୍ଟିରେ ପଡ଼ିବା ମାତ୍ରେ ଏହାର ଅକଥନୀୟ ଉତ୍ତାପ ସୃଷ୍ଟି ସହ୍ୟ କରି ନ ପାରି ଧ୍ୱଂସ ହୋଇଯିବ। ତୁ କ'ର ଧୈର୍ଯ୍ୟ ଧରି ପାରିବୁ ସୃଷ୍ଟିର ଧ୍ୱଂସ ଦେଖି? ଦେଖୁ ଦେଖୁ ସେହି ଅଶ୍ରୁ ବିନ୍ଦୁ ଗୁଡ଼ିକରୁ ଗୋଟିଏ ଗୋଟିଏ ଭୟଙ୍କର କୁଟିଳ ମୂର୍ତ୍ତି ଆବିର୍ଭାବ ହେଲେ। ତାଙ୍କର କଦାକାର କୁତ୍ସିତ ଅବୟବ ଦର୍ଶନ କରି ସ୍ୱୟଂ ବ୍ରହ୍ମା ମଧ୍ୟ ଶିହରି ଉଠିଲେ। ସେ କନ୍ୟା ମୃତ୍ୟୁଦେବୀଙ୍କ କହିଲେ-ଏମାନେ ହେଲେ ରୋଗ, ଏ ସବୁ ତୁମରି ହିଁ ସୃଷ୍ଟି, ଏମାନେ ହିଁ ତୁମରି ସହଚର। ଯାହା ତୁମଦ୍ୱାରା ସମ୍ଭବ ନୁହେଁ ତାହା ଏହିମାନେ ହିଁ ଅନାୟାସରେ କରିପାରିବେ। ସ୍ନେହ, ମମତା, କାକୁତି, ମିନତି କିଛି ଏମାନଙ୍କ ପାଖରେ ନାହିଁ। ମୃତ୍ୟୁ କହିଲେ, ପିତା! ମୁଁ ନାରୀ ହୋଇ ପତ୍ନୀର ପାର୍ଶ୍ୱଦେଶରୁ ତାର ଜୀବନର ବଳି ସ୍ୱାମୀକୁ ଗ୍ରହଣ କରିବି କିପରି। ମାତୃବକ୍ଷରୁ ସ୍ତନପାନରତ କ୍ଷୁଦ୍ର କୋମଳମତି ଶିଶୁ, ପୁତ୍ର, କନ୍ୟାଙ୍କ ଜୀବନ ନାଟିକା ଗ୍ରହଣ କରିବାର ସତ୍ସାହସ ଏ ବିଶ୍ୱ ବକ୍ଷରେ ଜନ୍ମ ହୋଇଥିବା କୌଣସି ପ୍ରାଣୀର ଅଛି କି? ମୁଁ ନାରୀ ହୋଇ ଏହା ସହ୍ୟ କରିପାରିବି ନାହିଁ। ମୁଁ ପାରିବିନି କରି ଏ ପ୍ରକାର ନିଷ୍ଠୁର କର୍ମ। ପୂନର୍ବାର ଏହି ନିଷ୍ଠୁର କର୍ମର ପାପ ମୃତ୍ୟୁଦେବୀଙ୍କ କଥାରେ ବାଧା ପ୍ରଦାନ କଲେ ବ୍ରହ୍ମା, ସେ କହିଲେ, ସମସ୍ତ ପାପପୁଣ୍ୟରେ ଊର୍ଦ୍ଧ୍ୱରେ ତୁମେ। ପାପ ତୁମକୁ ସ୍ପର୍ଶ କରିବ ନାହିଁ। ପ୍ରାଣୀମାନଙ୍କର କର୍ମର ଫଳ ତୁମକୁ ଆହ୍ୱାନ କରିବ ରୋଗୀମାନଙ୍କ ମାଧ୍ୟମରେ। ଅନାଚାର, ଅମିତାଚାର, ବ୍ୟଭିଚାର ଆଦିର ଦୁଷ୍କର୍ମ ଫଳରେ ରୋଗାକ୍ରାନ୍ତ ହେବ ଏ ପ୍ରାଣୀ ଜଗତ। ତୁମେ ହେବ ସେମାନଙ୍କର ଏକମାତ୍ର ପରିତ୍ରାଣକର୍ତ୍ତୀ। ସେମାନଙ୍କ ଅସୀମ ଯନ୍ତ୍ରଣାରୁ ତୁମେହିଁ ଦେଇପାରିବ ମୁକ୍ତି, ଅକଥନୀୟ ଜ୍ୱାଳାରୁ ତୁମେ ଦେଇପାରିବ ଶାନ୍ତି, ପୂରାତନ ଜରାଜୀର୍ଣ୍ଣ ଶରୀରର ଅବସାନ ନ ଆସିଲେ ଜନ୍ମ ଜନ୍ମାନ୍ତର କ'ଣ ସମ୍ଭବ ହେବ ମା! ହେଇ ଲକ୍ଷ୍ୟକରି ଦେଖ୍ ମା, କେବଳ ନୂତନ ନୂତନ ସୃଷ୍ଟି କରିଚାଲିଛି ମୁଁ, ମୋ ସ୍ୱଇଚ୍ଛାରେ। ସୃଷ୍ଟି ଛଡ଼ା ଲୟର ପ୍ରଶ୍ନ ଉଠି ନ ଥିଲା ମୋ ମନରେ କେବେ। କିନ୍ତୁ-ହେଇ ସେ ଅଂଶଟିକୁ ଦୃଷ୍ଟିପାତ କରି କହ ଥରେ, ଜରାଜୀର୍ଣ୍ଣ ସେହି ବିରାଟ ଅଂଶଟି କି ଦୁଃଖ ଶୋକରେ ମ୍ରିୟମାଣ ହୋଇପଡ଼ିଛି। ସେମାନଙ୍କୁ ମୁକ୍ତି ଦେବା କ'ଣ ଅନ୍ୟାୟ? ତୋରି ଶାନ୍ତିମୟ କୋଳରେ ଶୟନ କଲେ ଏ ଦୁଃଖ ତାପରୁ ସେମାନେ କଣ ମୁକ୍ତି ପାଇବେ ନାହିଁ? କିନ୍ତୁ-। ମୃତ୍ୟୁ ଆକୁଳ ହୋଇ କହିଲେ-ଶୋକାତୁରା ସ୍ତ୍ରୀ, ପୁତ୍ର, ପିତା, ମାତା, ଧୂଳି ଜର୍ଜରିତ ହୋଇ ଯେତେବେଳେ